ମୁଁ ନୀରବ ରହିବା ଦେଖି ପୁଣି ପଚାରିଲା–କ'ଣ ପୁଲିସ୍କୁ ଡରୁଚୁ? ସେମାନେ ତ ସବୁ ଏଇ ବସ୍ତିରେ ଛେଳି ହୋଇଯାଆନ୍ତି। ହେଲେ ବାବୁ ସେମାନେ ପଇସା ଦିଅନ୍ତନି ଓଲଟା ପଇସା ନିଅନ୍ତି। ଆ ବାବୁ, କହି ସେ ମୋ'ହାତକୁ ଧରି ଟାଣିବାକୁ ଲାଗିଲା। ମନ ଭିତରେ ବିରକ୍ତିଭାବ ଆସୁଥିଲେ ବି ଅତି ସହଜ, ସ୍ଵାଭାବିକ ସ୍ଵରରେ ପଚାରିଥିଲି–ତୋ ନାଆ କ'ଣ? ଇଚ୍ଛା! ଆଚ୍ଛା ଇଚ୍ଛା, ତମେସବୁ ଏଠାରେ କେବେଠୁଁ ଅଛ? ଏଇ ଦି' ତିନିବର୍ଷ ହେବ। ତମ ଗାଆଁ ଛାଡ଼ି ଏଠାକୁ କାହିଁକି ଆସିଥିଲ? ସେ ନିର୍ବିକାର ଭାବରେ କହିଲା–କାହିଁକି କ'ଣ ବାବୁ, କାମ କରି ପେଟ ପୋଷିବାକୁ, ଆଉ କ'ଣ? କିନ୍ତୁ ଏବେ ତ ତମର ପେଟ ପୋଷିବାର ବାଟଟା ଅଲଗା ହୋଇଯାଇଛି। ଇଚ୍ଛା ବୋଧହୁଏ ଏମିତି ପ୍ରଶ୍ନର ଶରବ୍ୟ କେବେ ହୋଇନଥିଲା ଏହା ପୂର୍ବରୁ। ସେ ହୁଏତ ଭାବୁଥିଲା–ଯେଉଁମାନେ ଏ ବସ୍ତିକୁ ଆସିଛନ୍ତି ସେମାନେ କଥାବାର୍ତ୍ତା କରିବାକୁ ଆଦୌ ଭଲ ପାଆନ୍ତିନି। ସିଧା ଟଙ୍କା ବଢ଼େଇ ଦେଇ ଟାଣି ନିଅନ୍ତି କୁଡ଼ିଆ ଭିତରକୁ ଅଥବା ଅତି ବେଶୀ ହେଲେ ପାଖ ଜଙ୍ଗଲ ଭିତରକୁ; କିନ୍ତୁ ଏଇ ବାବୁଟା କେତେ ବକ୍ବକ୍ ହେଉଚି ଯେ। ପେଟରେ ପେଟେ ଭୋକ ପୁରେଇ ପୁଣି ବାହାଦୂରୀ ଦେଖାଉଚି। କ'ଣ ମିଳିବ ଯେ ଏ କଥାବାର୍ତ୍ତାରୁ। ତା'ର ଦେହ ଦରକାର ଆମର ଟଙ୍କା ଦରକାର। ଏହାଛଡ଼ା ଆଉ କୌଣସି ସମ୍ପର୍କ, କୌଣସି କଥାବାର୍ତ୍ତା ନାହିଁ ଏମାନଙ୍କ ସାଙ୍ଗରେ। ଏଣୁ ସେ ବିରକ୍ତ ହୋଇ କହିଲା–ବାବୁ, ଆସିବୁ ତ ଆ ଘର ଭିତରକୁ, ନ ହେଲେ ଚାଲିଯା' ତୋ' ବାଟରେ। ତୁ କାହିଁକି ଏଠିକି ଆସିଚୁ ମୁଁ କ'ଣ ଜାଣିନି? ଆଚ୍ଛା, ତମେ ସବୁ କେତେ ଟଙ୍କା ନିଅ? ଯେତିକି ମିଳେ। ମୁଁ କିନ୍ତୁ ବାବୁ ଦଶଟଙ୍କାରୁ କମ୍ ନିଏନା। ଦେଖୁଚଟି ମତେ? ଏହା କହି ସେ ନିଜ ଦେହ ଓ ଆଖିକୁ ଥରେ ମୋ' ସାମ୍ନାରେ ନଚେଇ ଦେଲା। ବୋଧହୁଏ ଭାବିଲା ମୁଁ ଏବେ ବାଟକୁ ଚାଲି ଆସୁଛି। କିନ୍ତୁ ମୋ' ଦେହରେ ଶିହରଣ ଆସିବା ଦୂରେ ଥାଉ ମନରେ... ଏମାନେ ସତରେ ଆଜି କେତେ ତଳକୁ ଚାଲିଯାଇଛନ୍ତି। ଏହାର ଶେଷ କେଉଁଠି? ଇଚ୍ଛାକୁ କହିଲି–ହେଲା ତୋର ଦଶଟଙ୍କା ଦରକାର, ମୁଁ ଦେବି; କିନ୍ତୁ ସେ ଟଙ୍କାଟା ତୋ ଦେହ ଭୋଗ ପାଇଁ ନୁହେ, ତୋ ମୁହଁରୁ ତମରି କଥା ଶୁଣିବାକୁ। ତୁ ରାଜି ତ? ଇଚ୍ଛା ଟିକିଏ ସଙ୍କୁଚିତ ହୋଇଗଲା। ଚାରିଆଡ଼କୁ ଥରେ ଚାହିଁ ପଚାରିଲା–ବାବୁ, ଆମ କଥା ଜାଣି ତୁ କି ଲାଭ ପାଇବୁ ଯେ? ଲାଭ–କ୍ଷତିର ବିଚାର ସବୁବେଳେ କରାଯାଏନା ଇଚ୍ଛା। କହ ଆମେ କେଉଁଠି ବସିବା। ମୋର କାହାକୁ ଡର ନାହିଁ ହେଲେ ବାବୁ... କ'ଣ? ତୋତେ ତ ଲୋକ। ଖରାପ ଭାବିବେ। ସବୁ ଲୋକ ଯଦି–ମନ୍ଦ ବିଚାର କରି ପାରୁଥାନ୍ତେ ତା'ହେଲେ ତମର ଏ ଅଧପତନ ହୋଇଥାନ୍ତା କାହିଁକି? ହେଲେ ବାବୁ ତୁ କ'ଣ ପଚାରିବୁ ଯେ? ତୋର ଆଉ ସବୁ କିଏ ଅଛନ୍ତି? ବାପା ଅଛି। ବାପା କ'ଣ କରେ? ଏବେ ଆଉ କିଛି କରୁନି। ଖାଲି ମଦ ପିଇ ଶୋଇ ରହୁଛି। ଆମେ ଯେତେବେଳେ ଏଠିକି ଆଇଲୁ ସେତେବେଳେ ସେ ଗୋଟିଏ କଣ୍ଟ୍ରାକ୍ଟର ପାଖରେ କାମ କରୁଥିଲା। ମୁଁ ବି କାମ କରୁଥିଲି। ଆମକୁ ସେ ଅନେକ ଟଙ୍କା ଦେଉଥିଲା। ହେଲେ ବାବୁ ସେ କଣ୍ଟ୍ରାକ୍ଟରଟା... ଇଚ୍ଛାର କଣ୍ଠ ଥରିଉଠିଲା। ଜଣାଯାଉଥାଏ ସେ ଯେମିତି ଚେଷ୍ଟା କରୁଛି ମୋ'ସାଙ୍ଗରେ ତା'ର ସ୍ଵାଭାବିକ ଢଙ୍ଗରେ; କଥା କହିବାକୁ; କିନ୍ତୁ ପାରୁନି। ମନଟା ତା'ର ଯେମିତି ସନ୍ତୁଳି ହୋଇଯାଉଛି। ପଚାରିଲି–କଣ୍ଟ୍ରାକ୍ଟର କ'ଣ କଲା? କ'ଣ ଆଉ ନ କଲା ବାବୁ! ବାପାକୁ ମଦ ପିଆଇ ଶିଖାଇଲା। ବାପା ମଦ ପିଇ ବେହୋସ। ଆଉ ମୋତେ...। ଛାଡ଼ ବାବୁ ସେ କଥା ସେଇ ଦିନରୁ ଆଦିବାସୀ ଝିଅ ବୋଲି ପରିଚୟ ଦେବାକୁ ଲାଜ ଲାଗୁଚି। ଗାଆଁକୁ ଫେରିଯାଇ ହେଉନି କି ଏଠି ରହିବାକୁ ବି ଇଚ୍ଛା ହେଉନି। ସବୁଦିନ ତ ଏମିତି ହେବନି। ଏ ବୟସ ଚାଲିଗଲେ ଆମକ ଆଉ ପଚାରିବ କିଏ? ହେଇ ସେ ଯେଉଁ ଗୁରୁବାରୀକି ଦେଖୁଚ, ବୟସ ଥିଲା ବେଳେ କେତେ ଲୋକ... ବୟସ ଖସିଗଲାଣି।